ସୁରେନ୍ଦ୍ରର ମଥାଟିକୁ ଛାତିରେ ଧରି ସେ ସାଉଁଳିବାକୁ ଲାଗିଲା। ଗୁଣୁଗୁଣୁ ସ୍ୱରରେ କହିବାକୁ ଲାଗିଲା ତମେ ତାଙ୍କ ପୁଅ, ତାଙ୍କ ପୁଅ, ଆଉ ମୋ ପୁଅ କଣ ନୁହେଁ? ମତେ କ୍ଷମା କର ସୁରେନ୍ଦ୍ର, କେତେ ବଡ଼ ଭୁଲ ମୋର ହୋଇଗଲା। ତୁମର ମୁହଁ, ତମର କଥା ସବୁ ତ ଠିକ୍ ସେମିତି। ତାଙ୍କର ସ୍ମୃତି ମୋ ଭିତରେ ଏତେ ଜୀବନ୍ତ ଯେ ମୁଁ ଜମା ଜାଣି ପାରିଲି ନାହିଁ। ଏ ଭିତରେ ତିରିଶି ବର୍ଷ ବିତି ଯାଇଛି। ମୁଁ ସିନା ବୁଢ଼ୀ ହୋଇଛି, ହେଲେ ମୋ ଭିତରେ ତ ସେହି ଝିଅଟି ଏବେବି ତାର ସୁପ୍ତ ସୁପ୍ତ କ୍ଷୁଧା ତୃଷାକୁ ଜମେଇ ରଖି ଜଣକୁ ଚାହିଁ ବସିଛି। ମୁଁ ତ କେବଳ ତାର ଆଖି, ତାର ମନ ନେଇ ତୁମକୁ ଦେଖିଥିଲି ସୁରେନ୍ଦ୍ର। ମହିଳା ଜଣକ କାନ୍ଦୁଥିଲା କଇଁ କଇଁ ହୋଇ ଆଖିରେ ଅଞ୍ଚଳ ଦେଇ। ଓଃ, କି ଭୁଲ ହୋଇଗଲା। ସୁରେନ୍ଦ୍ର କଣ ବୁଝିବ, ବୁଝିପାରିବ ଏଇ ତିରିଶ ବର୍ଷର ପ୍ରତିକ୍ଷାର ଜ୍ଵାଳା, ଯନ୍ତ୍ରଣା ଆଶାର ଆବେଗ ଓ ହତାଶାର ଆର୍ତ୍ତନାଦ। ତିରିଶ ବର୍ଷ ତଳେ, ସେଇ ଆଗେଇ ଯାଇ ତାର ପଥ ରୁଦ୍ଧ କଲା। ଏଥର ଯୁବକଟି କହିଲା ବାଟ ଛାଡ଼, ମୁଁ ଯିବି। ଝିଅଟି କହିଲା ମୁଁ ଅନ୍ୟମନସ୍କ ଥିଲି ମତେ କ୍ଷମା କର। ଯୁବକଟି ବିସ୍ମିତ ହୋଇ ଚାହିଁଲା ଝିଅଟିର ଅନ୍ୟମନସ୍କତାର କାରଣ କଣ ହୋଇପାରେ ବୁଝିପାରିଲା ନାହିଁ। ସେ ଫେରିବାକୁ ଉଦ୍ୟତ ହେଲା। ଝିଅଟି ଏଥର ପ୍ରାୟ ସାମ୍ନା ହୋଇ କହିଲା, ମତେ ଅପରାଧ୍ଵିନ କରନ୍ତୁ ନାହିଁ। ଆସନ୍ତୁ, ବାହାରେ ବର୍ଷା ଓ ବିଜୁଳି। ଯୁବକଟି କ୍ଷଣକାଳ ଚୁପ୍ ରହିଲା। ପରେ କହିଲା, ଚାଲ ରହିବାକୁ ହେବ ସତରେ। ଝିଅଟିର ଅନୁସରଣ କଲା ଯୁବକଟି। ପ୍ରତୀକ୍ଷିତ କୋଠରୀଟି ସୁସଜ୍ଜିତ, ଯଥେଷ୍ଟ ବେଶୀ। ନୀଳ ବିଜୁଳି ଆଲୋକ ଘରକୁ ଆଲୋକିତ କରୁଛି। ବାହାରେ ବର୍ଷା, ଝରକାବାଟେ ତାର ସ୍ପର୍ଶ ଆସୁଚି, ମୟୂରକଣ୍ଠୀ ରଙ୍ଗର ଜାଲି ପର୍ଦ୍ଦା ସମ୍ପୂର୍ଣ୍ଣ ଭିଜିଗଲାଣି। ତେବେ ବି ଝିଅଟି ଝରକା ବନ୍ଦ କରୁ ନାହିଁ। ଯୁବକଟି ଭାବୁଥିଲା ଝିଅଟି ହୁଏତ ବର୍ଷାକୁ ଖୁବ୍ ଶ୍ରଦ୍ଧା କରେ। ନିମିଷକରେ ଏ ଏକ ଶୁଖିଲା ଲୁଗା ଆଣି ଅଗନ୍ତୁକକୁ ଦେଲା ଝିଅଟି। ତା ପରେ ସେ ଫେରିଗଲା। ଆର୍ଦ୍ର ହୋଇଥିବା ସାମରିକ ପୋଷାକଗୁଡ଼ିକୁ ବଦଳି, ଶୁଖିଲା ଲୁଗାଟି ପିନ୍ଧିଲା ଯୁବକ। ତାପରେ ଚେୟାରରେ ବସି ଘରର ଚତୁର୍ଦ୍ଦିଗରେ ଦୃଷ୍ଟି ଚେ ଖେଳାଇଲା। ଝିଅଟି କେତେବେଳେ ଆସି ଖଟ ବାଡ଼ ଧରି ଠିଆହେଲା। ତା ଲାଗି ଯୁବକଟିର ବ୍ୟବହାର ସମ୍ପୂର୍ଣ୍ଣ ନୂଆ, ଫଳରେ ସେ ବେଶି ଲଜ୍ଜା ପାଇଚି। ଯୁବକଟି ବସି ବସି ସବୁଆଡ଼େ ଦେଖୁଥାଏ ଏବଂ ମଝିରେ ମଝିରେ ଝିଅଟିକୁ ଚାହୁଁ ଥାଏ। ନହନକା ପତଳୀ ଝିଅଟିଏ, କେଡ଼େ ପ ପିଲାଳିଆ ସରଳ ମୁହଁଟି, ଆଖି ଦିଓଟି କେଡ଼େ ନିରୀହ ରାତିପିନ୍ଧା ସରୁ ଧଳା ଲୁଗାଟିଏ ପିନ୍ଧିଚି, କେଶ ଅଯତ୍ନ, ଦେହରେ ଭୂଷଣର ପ୍ରାଚୁର୍ଯ୍ୟ ନାହିଁ। ମୁହଁରେ ପ୍ରସାଧନର ପରିପାଟୀ ନାହିଁ। ତଥାପି ତ କେଡ଼େସୁନ୍ଦର ଦିଶୁଚି। ଝିଅଟି କଣେଇ କଣେଇ ଯୁବକଟିକୁ ଚାହୁଁଥାଏ। ଯଥାସମ୍ଭବ ଯୁବକଟିର ଉପସ୍ଥିତକୁ ଅଧ୍ୟୟନ କରୁଥାଏ। ଏ ଯେ ବ୍ୟତିକ୍ରମ, ଏ ଯେ ବ୍ୟତିକ୍ରମ କିନ୍ତୁ ଏ ବ୍ୟତିକ୍ରମ କାହିଁକି? ଏ ଘଟଣା ଆଉ ଦୁର୍ଘଟଣା ନୁହେଁ ତ? ଅନେକ ସମୟ ବିତିବା ପରେ ଯୁବକଟି ପ୍ରଶ୍ନ କଲା ଆଉ କାହାକୁ ଦେଖୁନି ଯେ ତମର ବାପା, ମା, ଭାଇଭଉଣୀ ସବୁ କଣ ଶୋଇଲେଣି? ମତେ ଆଶ୍ରୟ ଦେବାଯୋଗୁଁ ସେମାନେ ତମକୁ କିଛି କହିବେ ନାହିଁ ତ? ଆଗନ୍ତୁକର ଏହି କଥାରେ ଝିଅଟିର ତ ନିଶ୍ଚୟ କାନ୍ଦିବାର କଥା। ସତକୁ ସତ ସେ ଖଟ ବାଡ଼ରେ ମୁହଁ ରଖି କାନ୍ଦିବାକୁ ଲାଗିଲା। ଯୁବକଟିର ପ୍ରଶ୍ନ ତାର ମର୍ମ ସ୍ଥଳରେ କୁଠାରାଘାତ କରିଚି। ଝିଅଟିକୁ କାନ୍ଦିବାର ଦେଖି ଆଗନ୍ତୁକ ବଡ଼ ଅପ୍ରତିଭ ହେଲା, କହିଲା କାନ୍ଦିଲ କାହିଁକି? ଏଥିରେ କାନ୍ଦିବାର କଣ ଅଛି? ଝିଅଟି କିଛି କହିଲାନି ବରଂ ବେଶୀ ବେଶୀ କାନ୍ଦିବାକୁ ଲାଗିଲା। ଯେଉଁମାନେ ଆସନ୍ତି ସେମାନେ ନିଜର କ୍ଷୁଧା ଚରିତାର୍ଥ କରନ୍ତି କିନ୍ତୁ ଏ ଲୋକ ଆଶ୍ରୟ ଚାହୁଁଛି, ଏକ ବେଶ୍ୟା ପାଖରେ। ପଚାରୁଛି ବାପା, ମା ଙ୍କ କଥା। ଯନ୍ତ୍ରଣାଠାରୁ ସହନୁଭୂତିର ଯନ୍ତ୍ରଣା ଯେ ବେଶୀ ତୀବ୍ର। ଝିଅଟିର ଏତାଦୃଶ କାନ୍ଦ ଦେଖି ଯୁବକଟି ବଡ଼ ବ୍ୟଥିତ ହେଲା।